ଯାଅ, ନିଜର କାମ ଶୀଘ୍ର ଶେଷ କର। ନା, ତମେ ଛିଡ଼ାହୁଅ, ସରିତା! ସରିତାକୁ ଅଟକାଇ ରଖିବାକୁ ଚେଷ୍ଟା କରିବା ସମୟରେ ଉପରୋକ୍ତ ଯୁବକଟି ସରିତାକୁ ଟାଣିନେଇ କହିଲା,"ଚାଲିଯାଅ କହୁଛି। ନା, ତମେ ଛିଡ଼ାହୁଅ, ସରିତା! ଏମାନଙ୍କ ପାଟିତୁଣ୍ତ ଭିତରେ ଅନେକ ଦର୍ଶକ ବି ଆସି ସେଠାରେ ଏକତ୍ରିତ ହୋଇସାରିଥିଲେ। ଶତ୍ରୁଜିତଙ୍କୁ ଭ୍ରୂକ୍ଷେପ ନ କରି ସରତା ସେଇ ଯୁବକଟିର ନିର୍ଦ୍ଦେଶରେ ଷ୍ଟେଜ୍ଆଡ଼କୁ ଚାଲିଗଲା। ମିଷ୍ଟର ଶତ୍ରୁଜିତ୍! ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି, ଯେମିତି କୌଣସି ଅପ୍ରିୟ ପରିସ୍ଥିତି ସୃଷ୍ଟି ନ ହୁଏ। ଯାଆନ୍ତୁ, ମିଷ୍ଟର ସେନ୍, ଏ ପରିସ୍ଥିତି ପାଇଁ ମୁଁ ବିଶେଷ ଦୁଃଖିତ! କିନ୍ତୁ ମିଷ୍ଟର ହୁସେନ, ମୁଁ ସରିତାକୁ ଚାହେଁ। ନା, ସେ ଆପଣଙ୍କ ଭଳି ଲୋକ ସହିତ କଥା ହେବାକୁ ଅନିଚ୍ଛୁକ। ମୁଁ ତାଙ୍କର ମେନେଜର। ତାଙ୍କ ନିରାପତ୍ତାର ଦାୟିତ୍ୱ ମୋ ଉପରେ। ଶତ୍ରୁଜିତଙ୍କ ଉତ୍ତରକୁ ଭ୍ରୁକ୍ଷେପ ନ କରି ଅକ୍ଷୟ ସେନ୍ ଚାଲିଗଲା। କଲ୍ ଭିତରେ କିଛି ସମୟ ପାଇଁ ହା ହୋଲ୍ଲା ସୃଷ୍ଟିହେଇଯାଇଥିଲା ,କିନ୍ତୁ ରଜତ ବହିଦାରଙ୍କ ହସ୍ତକ୍ଷେପ ଫଳରେ ସମସ୍ତେ ପୁଣି ନିଜ ନିଜ ସ୍ଥାନକୁ ଫେରିଗଲେ। ମିଷ୍ଟର ଶତ୍ରୁଜିତ୍! ପରାଜୟର ଗ୍ଳାନିରେ ଶତ୍ରୁଜିତ୍ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ। ଇଚ୍ଛା କରିଥିଲେ ସେଇ ମୁହୂର୍ତ୍ତରେ ସେ ସରିତାକୁ ଅଟକାଇ ପାରିଥାଆନ୍ତେ, କିନ୍ତୁ କ'ଣ ଭାବି ସେ ନୀରବ ହୋଇଗଲେ। ମୁଁ ଆସୁଛି ମିଷ୍ଟର ବହିଦାର,ଏତକ ମାତ୍ର କହି ସେ ଦ୍ରୁତ ପଦରେ ବାହାରକୁ ବାହାରି ଆସିଲେ। ବାହାର କରିଡ଼ରରେ କେହି ନ ଥିଲେ, ହଠାତ୍ ଭିତର ଆଡ଼କୁ ଦୌଡ଼ି ମୁଁ ଆସୁ ଆସୁ ଶତ୍ରୁଜିତଙ୍କ ସହିତ ଏକପ୍ରକାର ଧକ୍କା ହୋଇଗଲା ଛାୟାର। ଛାୟା! ସରିତା ଆଉ ତା'ର ମେନେଜର କାରରେ ବସି ଏଇ ମୁହୂର୍ତ୍ତରେ ବାହାରିଗଲେ। ମୁଁ ଭାବୁଛି ତାଙ୍କୁ ଅନୁସରଣ କଲେ ଅତ୍ୟନ୍ତ ସେମାନଙ୍କ ରହିବା ଜାଗାଟା ବିଷୟରେ ଜାଣିହେବ। ବହୁତ ଧନ୍ୟବାଦ, କିନ୍ତୁ ଠିକ୍ ଅଛି। ତମେ ଶୀଘ୍ର ଆସ। ଏକପ୍ରକାର ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ି ଦୌଡ଼ି ଦୁହେଁ ସ୍କୁଟର ପାଖକୁ ଚାଲିଆସିଲେ। ଠିକ୍ ସେତିକିବେଳେ ସେମାନଙ୍କ ଗାଡ଼ିଟା ଗେଟ୍ପାର ହୋଇ ଯାଉଥିଲା। ବାଇକ୍ଟା ଷ୍ଟାର୍ଟ କରୁ କରୁ ଶତ୍ରୁଜିତ୍ କହିଲେ,"ମୋର ବିଶ୍ୱାସ, ତମେ ବାଇକ୍ ଚଳାଇଲେ ଅସୁବିଧା ହେବ ନାହିଁ। କାରଣ ସେମାନଙ୍କର ଦୃଷ୍ଟି ମୋ ଉପରେ ନ ପଡ଼ି ତମ ଉପରେ ପଡ଼ିବ। ଫଳରେ ସେମାନଙ୍କୁ ମୁଁ ଯେ ଅନୁସରଣ କରୁଛି ସେ ଧାରଣା ଆସିବ ନାହିଁ। ଶତ୍ରୁଜିତଙ୍କ କଥା ଶେଷ ନ ହେଉଣୁ ଛାୟା ବାଇକରେ ବସି ସାରିଥିଲା। ଶତ୍ରୁଜିତ୍ ପଛରେ ବସିପଡ଼ିବା ମାତ୍ରେ, ବାଇକ୍ଟି ଗତି କରିବାରେ ଲାଗିଲା। ରାସ୍ତା ବିଶେଷ ଗହଳି ନ ଥିଲା। ଖୁବ୍ଶୀଘ୍ର ଛାୟା ଆଗ କାର୍ଟିକୁ ଅନୁସରଣ କରିବାକୁ ସମର୍ଥ ହେଲା। ଆଗ ଗାଡ଼ିଟି କ୍ଷିପ୍ର ବେଗରେ ଛୁଟି ଚାଲିଥିଲା। କେତେକ ମୁହୂର୍ତ୍ତ ଗତି କଲାପରେ ପୁଣି ଏକ ସଂକୀର୍ଣ୍ଣ ରାସ୍ତା ଧରି ଆଗେଇବାକୁ ଲାଗିଲା। ପର ମୁହୂର୍ତ୍ତରେ ସୁଭାଷ ରୋଡ଼ରେ ଥିବା ଏକ କ୍ଷୁଦ୍ର ପ୍ରାସାଦ ନିକଟରେ ଗାଡ଼ିଟା ବନ୍ଦ ହେଇଗଲା। ଛାୟା କିନ୍ତୁ ବେଶ୍ କିଛି ଦୂରରୁ ବାଇକ୍ଟା ବନ୍ଦ କରିଦେଲା। ସେଇଠାରୁ ସେମାନେ ପରିଷ୍କାର ଭାବରେ ପ୍ରାସାଦଟିକୁ ଦେଖିପାରୁଥିଲେ। ଗାଡ଼ିଟି ବନ୍ଦ ହେବା ସଙ୍ଗେ ସଙ୍ଗେ ଉଭୟେ ସେଥିରୁ ଓହ୍ଲାଇପଡ଼ିଲେ। ଆଗରେ ଥିଲା ସରିତା, ବୋଧହୁଏ ପ୍ରାସାଦରେ ଆଉ କେହି ନ ଥିଲେ ଆଉ ସରିତା ଦ୍ୱାରା ଦ୍ୱାର ଖୋଲୁଥିଲା, ତା'ପରେ ଉଭୟେ ଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଦ୍ୱାର ବନ୍ଦ ହେଇଗଲା। ପ୍ରସାଦଟି ଖୁବ୍ କ୍ଷୁଦ୍ର ଆଉ ଏକମହଲା ବିଶିଷ୍ଟ। କେତେକ ମୁହୂର୍ତ୍ତ ପରେ ଏକ କୋଠାରିର ଝରକା ଖୋଲିଗଲା। ଏଥର ଶତ୍ରୁଜିତ୍ ଦେଖିପାରିଲେ ସରିତା ଠିକ୍ ଝରକାକୁ ଲାଗି ଛିଡ଼ା ହୋଇଥିଲା। ଆଉ ତା'ର ଆଗରେ ସେଇ ଯୁବକଟି। ହୁଏତ ସେମାନେ କ'ଣ କଥାବାର୍ତ୍ତା କରୁଥିଲେ। ତା'ପରେ ଯୁବକଟି ବାହାରକୁ ଆସିଲା। ପଛରେ ସରିତା। ପୁଣି ଦ୍ୱାର ଖୋଲିଗଲା। ଯୁବକଟି ଦ୍ୱାର ପାର ହେବା ସଙ୍ଗେ ସଙ୍ଗେ ପୁଣି କବାଟ ବନ୍ଦ ହୋଇଗଲା। ଯୁବକଟି କିନ୍ତୁ ସେ ଆଡ଼କୁ ନ ଚାହିଁ ସିଧା ଗାଡ଼ି ଭିତରେ ପ୍ରବେଶ କଲା। ପର ମୁହୂର୍ତ୍ତରେ ଗାଡ଼ିଟିକୁ ବ୍ୟାକ୍କରି ରାସ୍ତା ଉପରକୁ ଫେରାଇ ଆଣିଲା। ପରେ ପୁଣି ରାସ୍ତାରେ ଅପର ପାର୍ଶ୍ୱରେ ଥିବା ଏକ ଦ୍ୱିତଳ ପ୍ରାସାଦ ପାଖରେ ଗାଡ଼ି ନେଇ ବନ୍ଦ କଲା। ସେଇ ଦ୍ୱିତଳ ପ୍ରାସାଦଟିଏ ବାଉଣ୍ତରୀ ଥିବା ଯୋଗୁ ସହଜରେ ତା'ର ଗତିବିଧି ଜାଣି ହେଲା ନାହିଁ।